ଆଞ୍ଚଳିକ ଶାସକ ଆଗ ଯାଇ ମହିଳା ହଷ୍ଟେଲ ଫାଟକ ପାଖରେ ପହଞ୍ଚିଥିଲେ। ଏକା ମଟରରେ ଆସିଥିଲେ ଅଳକା, ମାନମୟୀ ଓ ମାନମୟୀଙ୍କର ସ୍ୱାମୀ। ଲେଡ଼ି ଦି'ଜଣ ଦୁରକୁ ଚାଲିଯାଇ ମଟରରେ ଅପେକ୍ଷା କଲେ। ଗୋଳମାଳ ପାଖରେ ମହିଳାମାନେ ରହିବା କଥା ନୁହେଁ। ଅଡ଼ୁଆ ପରିସ୍ଥିତିର ସମାଧାନ କଲେଜ ଓ ଶାସନକଳ ତରଫରୁ ଅଲଗା ଅଲଗା ହେଇ ବିତଣ୍ଡା ହେଲା। ଶେଷକୁ ମାନମୟୀର ସ୍ୱାମୀଙ୍କର କଥା ଧାର୍ଯ୍ୟ ହେଲା-ଛାତ୍ରୀମାନେ ଯଦି ବିକ୍ଷୋଭରେ ଯୋଗ ଦେବାକୁ ସ୍ଥିର କରିବେ ତାହାହେଲେ ସାଙ୍ଗେ ସାଙ୍ଗେ ହଷ୍ଟେଲ ବନ୍ଦ କରି ଦିଆଯିବ। ପରୀକ୍ଷା ପରେ ଅନେକଙ୍କର ବହୁତ ପ୍ରକାରର ହିସାବ-ନିକାଶ ବାକି ଅଛି। ପୁଣି କେବେ ଦେଖା ହବ କି ନାହିଁ ଠିକଣା ନାହିଁ। କିଏ ଉପରକୁ ଚାଲିଯିବ-ପ୍ରଚଳିତ ମୂଲ୍ୟରେ ନିଶ୍ଚୟ ପରିବର୍ତ୍ତନ ଆସିବ। ଏତେବେଳେ ହଷ୍ଟେଲ ଛାଡ଼ିବା ଅର୍ଡ଼ର କେତେବେଳେ ହେଲେ ଆନନ୍ଦଦାୟକ ହୋଇ ପାରିବ ନାହିଁ। ଘନ ଘନ ମନ୍ତ୍ରଣା ପରେ ଶେଷକୁ ବିଭିନ୍ନ ସମସ୍ୟାର ସାମଗ୍ରିକ ସିଦ୍ଧାନ୍ତ ନିଆଗଲା-ଛାତ୍ରୀମାନେ ଏହି ପ୍ରତିବାଦରେ ସନ୍ଧ୍ୟାପରେ ବାହାରୁଥିବା ଶୋଭାଯାତ୍ରାରେ ଭାଗ ନେବେ ନାହିଁ। ଏହି ସୁବିଧାରେ କଲେଜର ଅଧ୍ୟକ୍ଷ ଓ ଅଧ୍ୟାପକମାନେ ନିଜ ଉପରୁ ଦୋଷ ଛଡ଼ାଇ ସବୁ ସ୍ଳୋଗାନ୍କୁ ମୁହାଁଇ ଦେଲେ ଶାସନର ମୁଖ୍ୟଙ୍କ ଆଡ଼େ। -ମାନମୟୀଙ୍କର ସ୍ୱାମୀ ଉପରକୁ। ବିକ୍ଷୋଭ ଜୀବନ୍ତ ହୋଇ ଉଠିଲା। ବନ୍ଧୁକଧାରି ପୁଲିସ୍ ଧାଡ଼ିବାନ୍ଧି ଜାଗତିଆର ରହିଲେ-। ମହିଳା ହଷ୍ଟେଲ ପାର ହୋଇ ଦି'ଶହ ମିଟର ବାଟ ଶୋଭାଯାତ୍ରାର ଲାଙ୍ଗୁଡ଼ଟିଏ ଚାଲିଗଲେ କଥା ଶେଷ। ସେତେବେଳେ ମାନମୟୀ ଓ ଅଳକା ଫେରିବେ। -ମତେ ଭାରି ଡର ମାଡ଼ୁଛି, ଅଳକା। ତାଙ୍କର ଆଜି ମନ ଭଲ ନ ଥିଲା। ସେ କେମିତି କ'ଣ କରୁଛନ୍ତି କେଜାଣି। -ସେ କାମ ସେ ଠିକ୍ ଭାବରେ କରିବେ। ଆମେ ସେଠି କ'ଣ କରିବା? ଭାରିଯାମାନେ ଏବେ ବଡ଼ ମାମଲତକାର ହେଇଗଲେଣି। -ସାହାଯ୍ୟରେ ହୁଏ ତ ଲାଗିପାରନ୍ତୁ। -ଅବିବେକି ନା କ'ଣ? ତମେ ମଟର ଚଳାଇବ। ଆମେ କ'ଣ ତୁମକୁ ସାହାଯ୍ୟ କରିବୁ? କହିଲ? -ମାନିନୀର କ'ଣ କିଛି କର୍ତ୍ତବ୍ୟ ନାହିଁ ଏଠି? -ସେମିତି ହାକିମଙ୍କର ମାମଲତକାର ହୋଇ ଆମର ଏଠି ଦଳେ ମାଇପେ ଶାସନକଳକୁ ଖାଇ ସାରିଲେଣି। -ମତେ ଭାରି ଡର ମାଡ଼ୁଛି। -ତାହାହେଲେ ଚାଲ ଘରକୁ ଫେରିବା। ଚୁପ୍ ହେଇ ମାନିନୀ ବସିଲା। -ତାହାର ମନ କଷ୍ଟ ହେଉଛି। ଅଳକା କହିଲା-ହଁ ଆମେ ଚାଲି ଯାଆନ୍ତେଣି ଯେ, କାଳେ ଆମର ଭଜକୃଷ୍ଣ ରମାକାନ୍ତ ପରି ବାବୁମାନେ ଆସୁଥିବେ ଏହି ଶୋଭାଯାତ୍ରାରେ। ଦେଖିଦେଇ ଯିବା। -ସେମାନେ ଆସିବେ ନାହିଁ। -ନ ଆସିବାର କଥା ତ। ତେବେ ଆଜି କ'ଣ ରମାକାନ୍ତ ସେହି ପୁରୁଣା ମନରେ ଥିବ-? ଆଜି ସେ ଭାରି ତେଜିଆନ ହେଇଥିବ। ଭଜକୃଷ୍ଣ ସାଙ୍ଗରେ ଏବେ ଆମରି କଥା ଖାଲି ପଡ଼ିଥିବ-। ଶୋଭାଯାତ୍ରା ଚାଲିବାର ସୂଚନା ମିଳିଲାଣି। ଖାଲି ଛାତ୍ରଙ୍କର ଶୋଭାଯାତ୍ରା-ତେଣୁ ସଂଖ୍ୟା ସେମିତି ବେଶି ହେଇ ନାହିଁ। ମଟରଗାଡ଼ି ବନ୍ଦ ନ ହୋଇ ସିଧା ଯାଆସ କରୁଛି। ରାସ୍ତା ଖୋଲା। ନାନା ପ୍ରକାରର ବିକ୍ଷୋଭର ବୋଲି ଶୁଭୁଥାଏ-ସେଥିରୁ ଅଧିକାଂଶ ଶାସନକଳ ବିରୁଦ୍ଧରେ। ଅଳକା, ମାନମୟୀକୁ କହିଲା-ଦେଖ-ଦେଖ। ଆମର ଲେଡ଼ିମାନେ ଆଇଲେ ନାହିଁ। ତେଣୁ ପରୀକ୍ଷାର ସମସ୍ୟା ଏବେ ଶାସନକଳର ସଂସ୍କାରରେ ରୂପ ପାଇଗଲାଣି -ମୁଁ କହୁଥିଲି ପରା। -କିଛି ହବ ନାହିଁ। ତମର ସାହେବ ବି କିଛି କମ୍ ନୁହନ୍ତି। ପଚାଶଟା ବନ୍ଧୁକ ଅଣାଇଛନ୍ତି। ଛାତ୍ର ଦୁଇ ଚାରିଶହଙ୍କୁ ପଚାଶ ବରକନ୍ଦାଜ-ହେବ ଆଉ କ'ଣ? ଦୋକାନର ଆଲୁଅକୁ ଚାହିଁ ଅଳକା କହିଲା-ଆରେ ଦେଖମ। ଆମର ଦୁଇ ଜଣଯାକ ବାବୁ ଏହି ଶୋଭାଯାତ୍ରା ସାମନାରେ-ଦେଖ-ଦେଖ। -ସତରେ? -କହି ମାନିନୀ ଓହ୍ଲାଇ ପଡ଼ିଲା ମଟରରୁ ଅଳକା ବି ଓହ୍ଲାଇ ଆସିଲା। ମଟରର ପଛଆଡ଼େ ଦିହେଁ ଠିଆ ହୋଇ ରହିଲେ। -ଭଲ ହେଲା। ମୁଲାକାତ୍ ହେଇଯିବ। ସିଏ ସେ ଦୁଇ-ଆମେ ଦୁଇ। ମନ୍ଦ କ'ଣ? ଅଳକା କହିଲା-ଏମାନଙ୍କୁ ଶାନ୍ତ ଶିଷ୍ଟ ଛାତ୍ରର ରୂପରେ ଆମେ ଦେଖୁଥିଲେ। ଆଜି ଦେଖାପଡ଼ିବ ତାଙ୍କର ବିପ୍ଳବୀ ରୂପ। ହଠାତ୍ ମଟର ପାଖରେ ପହଞ୍ଚି ଭଜକୃଷ୍ଣ ଓ ରମାକାନ୍ତ ଚମକି ପଡ଼ିଲେ-ମାନମୟୀ ଓ ଅଳକାଙ୍କୁ ଏକାଠି ଠିଆ ହେଇଥିବାର ଦେଖି। ଭଜକୃଷ୍ଣଙ୍କୁ ଲାଜ ଲାଗିଲା। କିନ୍ତୁ ଶୋଭାଯାତ୍ରାରୁ ବାହାରି ଯାଇ ସେଠି ଆଳାପ କରିବାରେ ସୁବିଧା ନାହିଁ। ଦି'କଦମ୍ ଯାଇ ଦୁହେଁଯାକ ବୁଲି ଚାହିଁଲେ-ସେତେବେଳକୁ ହସି ହସି ସେମାନେ ଫେରୁଥାନ୍ତି ମଟରକୁ।